ଅନେକ ସ୍ମୃତିକୁ ହୁଏତ ମାଡ଼ି ମକଚି କରିଥିଲା ନିଜର। ନାଁ ନାଁ ସେ ଗତାୟୁ ସ୍ମୃତିର ନାଲି ନେଳି ବେଲୁନ୍ ଗୁଡ଼ିକୁ ଉଡ଼ାଇ ଆଉ ଲାଭ ନାହିଁ-। ଦୀର୍ଘାୟୁ ଅତୀତର ସୀମାହୀନ ତୃଷ୍ଣା ହିଁ ଅନେକ ସମୟରେ ଆଘାତ ଦେଇଥାଏ ଏଇ ମଣିଷକୁ-। ମଣିଷର ଉଡ଼ନ୍ତା ଛାଇ ଅନେକ କିଛି ଅନ୍ଧାର ଭଳି ମିଳାଇ ଯାଉଛି। ସେ ଛାଇକୁ ସ୍ୱତନ୍ତ୍ର କରି ହେବନାହିଁ। ଏଇ ମଣିଷ ମନର ସାମ୍ରାଜ୍ୟ କାହିଁକି... କେମିତି ଚଳେ—ତାହା କେହି କେବେ କହି ପାରିବେନି। କ୍ଲାନ୍ତ ଆଖିପରି ନିର୍ଜନ, ନିଃଶବ୍ଦ କୋଠରୀ। ଠିକ୍ ଗୋଟିଏ ବାରବୁଲା ଭିକାରୀ ପରି ଘୁରି ବୁଲୁଛି ଅଧ୍ୟାପକ ହେମକାନ୍ତର ହୃଦୟ ସେହି କୋଠରୀ ମଧ୍ୟରେ। ରାତ୍ରି ନିବିଡ଼ ଅନ୍ଧକାରାଚ୍ଛନ୍ନ ରାତ୍ରି... ଗୋଟିଏ ପୃଥୁଳକାୟା ରମଣୀ ଭଳି ଶୋଇଛି ଏ ବାରବୁଲା ରାତ୍ରି। ସେହି ରାତ୍ରିର ଅନ୍ଧକାର ମଧ୍ୟରେ ନିଜକୁ ପୁଣି ଦେଖିବାକୁ ଚେଷ୍ଟା କରୁଛି ହେମକାନ୍ତ। ନିର୍ଲଜ ପରି ସେ ଆଜି ଖଟ, ବିଛଣା, ମଶାରୀ ସହିତ ମୁକାବିଲା କରିବାକୁ ଚାହୁଁଛି, କିନ୍ତୁ ନାଁ... କେହିହେଲେ ସ୍ୱୀକାର କରୁନାହାଁନ୍ତି ହେମକାନ୍ତକୁ। ଆଜି ଜୀବନ ଯୁଦ୍ଧର ପରାସ୍ତ ସୈନିକ ହେମକାନ୍ତ। ପ୍ରଗଳ୍ଭା ଲୋପାମୁଦ୍ରା ଆଜି ହେମକାନ୍ତକୁ ଠେଲି ଦେଇଛି—ଠିକ୍ ଗୋଟିଏ ଅଦରକାରୀ ବସ୍ତୁ ଭଳି। ରୁଗ୍ଣ ଛାତିର ଦୁର୍ବଳତାକୁ ଲୁଚାଇବାପାଇଁ ଚେଷ୍ଟା କରୁଛି ହେମକାନ୍ତ। ସତେ ଅବା ଚରମ ବିଫଳତାରେ ହିଁ ପୁଷ୍ଟ ହୁଏ ଅଧ୍ୟାପକର ଜୀବନ। ଏଇ ତରୁଣ ଅଧ୍ୟାପକ... ଅନେକ ରୂପସୀ ତରୁଣୀଙ୍କୁ ମଣିଷ କରନ୍ତି। ଦେହରେ ରଙ୍ଗ ବୋଳନ୍ତି। ମନରେ ଚମକ ଆଣନ୍ତି। ଜ୍ଞାନକୁ ମାର୍ଜିତ କରନ୍ତି। ହେଲେ ଗଧ ନିଜ ପିଠିରେ ସବୁ ବହୁଥିଲେ ମଧ୍ୟ, ବୁହା ଜିନିଷରେ ଭାଗୀଦାର ନ ହେବା ପରି, ଦୀର୍ଘ ନିଃଶ୍ୱାସ ପକାଇ ନିଜର ସୀମିତ ପରିବାର ଦୁର୍ଗକୁ ଫେରିଯାଆନ୍ତି ଅଧ୍ୟାପକ ଦଳ। କଲେଜର... ମୁଦ୍ରାସ୍ଫୀତି, କାବ୍ୟାଲୋକର ଦର୍ଶନ, ଜୀବନ ଦର୍ଶନ, ଆର୍ଥନୀତିକ ବ୍ୟାଖ୍ୟା ପରିବର୍ତ୍ତେ ପରିବାର ଭିତରେ ଆରମ୍ଭ ହୁଏ ତେଲ ଲୁଣର ବିପ୍ଳବ। ସେହିପରି ଜଣେ ଅଧ୍ୟାପକ ହେମକାନ୍ତ। ଲୋପାମୁଦ୍ରା ପରି ଝିଅର ଯୌବନ ପ୍ରତି ଆକ୍ଷେପ କରିବାକୁ ହେମକାନ୍ତର ଅବା କି ଅଧିକାର ଥାଇପାରେ। ହେମକାନ୍ତ ଓ ଲୋପାମୁଦ୍ରା। ଦୁଇଟି ସାମନ୍ତରିକ ରେଖା। ଗୋଟିଏ ସହିତ ଅପରଟିର ମିଳନ କେବଳ ଅସମ୍ଭବ ଛଡ଼ା ଆଉ କ'ଣ ହୋଇପାରେ? ଅମନା ମନକୁ ମନାଇବା ପାଇଁ ବାରବାର ଚେଷ୍ଟା କରୁଛି ହେମକାନ୍ତ। କିନ୍ତୁ..। ନାଁ... ଏ ମନ ଲଗାମ୍ ଛଡ଼ା ମନ। ଏ ମନ ମନା ମାନେନା। ସ୍ମୃତି ଯେ ଏକ ବିରାଟ ପାପ, ଏ କଥା ହେମକାନ୍ତ ବୁଝି ପାରିନି। ଆଦିମ ଜ୍ୱଳାରେ ପୃଥିବୀ ଜଳେ। ବୈଶାଖର ରୁଦ୍ର ତରଙ୍ଗରେ ବାଟୋଇର କଣ୍ଠ ଜଳେ। ଠିକ୍ ସେହିପରି ଏକ ସାଥୀହରା କପୋତର ଧର୍ମ ନେଇ ଜଳୁଛି ହେମକାନ୍ତ। ନଦୀର ଅପର ପାର୍ଶ୍ୱରେ ପ୍ରିୟାକୁ ଛାଡ଼ି କାନ୍ଦେ ଚକୁଆ। ଠିକ୍ ସେହି ଚକୁଆର କାନ୍ଦ ସହିତ ସୁର ତୋଳି କାନ୍ଦୁଛି ହେମାକନ୍ତ। ତୃଷାତୁର ରାତିର ପାହାଡ଼ ଦେହରେ ଯେଉଁ ମୁହୂର୍ତ୍ତର ଗୃହା... ତା ଭିତରେ ସେ ଯଦି ଲୋପାମୁଦ୍ରାକୁ ଆବିଷ୍କାର କରନ୍ତା ତେବେ କୈଫୟତ୍ ମାଗନ୍ତା ତାକୁ-। ହେଲେ... ଲୋପାମୁଦ୍ରାର ପ୍ରତାତ୍ମା। ଏ ରାତିର ବଣ ପାହାଡ଼ରେ ଘୂରି ବୁଲିନାହିଁ। କାକଳୀହୀନ ସକାଳର ମୃତ ମୁର୍ଦ୍ଦାରକୁ ବହି ବହି ଚାଲିଛି ହେମକାନ୍ତ। ସେ ମୂର୍ଦ୍ଦାର ଆଉ ଜୀବନ୍ୟାସ ପାଇବନି-। ଧୂଳିର ଗଦା ଭଳି କେବଳ ବିଫଳତା ହିଁ ଜମାଟ ବାନ୍ଧି ଉଠୁଛି ହେମକାନ୍ତର କୋଠରୀ ଭିତରେ-। ସେ ଧୂଳିକୁ ସଫାକରି ହେବନି। ସେ ବିଫଳତାକୁ ଭୁଲି ଯାଇ ହେବନି। ଏଇ ଗ୍ଲାନିର ଏକ ଅଲିଭା ପଦଚିହ୍ନ ଅଧ୍ୟାପକ ହେମକାନ୍ତ। ଚଳଚିତ୍ରର ଦୃଶ୍ୟପଟ ପରି ହେମକାନ୍ତର ଚକ୍ଷୁ ସମ୍ମୁଖରେ ଉନ୍ନୋଚିତ ହୋଇଯାଉଛି ଦୀର୍ଘାୟୁ ଅତୀତ। ରଜୋବତୀ ନାରୀର ଗାମ୍ଭୀର୍ଯ୍ୟ ନେଇ ଏ ଅତୀତ ବିଶ୍ରାମ ନେଉନାହିଁ। ଠିକ୍ ଷୋଡ଼ଶୀର ଛନ୍ଦଚପଳ ରୂପଲାବଣ୍ୟ ଭିତରେ ଅତୀତ ନାଚୁଛି.. ଅତୀତ ହତାଶାର ହାଇ ମାରୁଛି। ନବ ଜାତକର ପଞ୍ଜିକା ଧରି ଯେମିତି ଚଇତର ବସନ୍ତ ଆସେ, ସେମିତି ଦିନେ ଆସିଥିଲା ଏ ଅତୀତ। ପୁଣି ଗଲା.. ଯିବାପରି ଗଲା। ସେ ଯିବାରେ ଯେମିତି ଗୁରୁତ୍ୱ ନ ଥିଲା। ସେହି ଯିବାର ଏକ ସାଙ୍କେତିକ ଧାରା ଏହି ଲୋପାମୁଦ୍ରା। ମୃତ ବସନ୍ତର ମୁର୍ଦ୍ଦାର ଉପରେ ଲୋପାମୁଦ୍ରାର ସ୍ମୃତି ଚିହ୍ନ କେବଳ ଗୋଟିଏ ସମାଧି ପରି ଶୋଭା ପାଉଛି।